ସେ ବାଙ୍କୀ ଥାନାରୁ ଜିଲାବୋର୍ଡ଼ର ପ୍ରତିନିଧିରୂପେ ନିର୍ବାଚିତ ହୋଇ ଅନେକ ଦିନ ପର୍ଯ୍ୟନ୍ତ ସେ କାର୍ଯ୍ୟ ସୂଚାରୁରୂପେ ଚଳାଇଥିଲେ। ବିଚାର ବିଭାଗରେ ମଧ୍ୟ ଅନରାରୀ ମାଜିଷ୍ଟ୍ରେଟରୂପେ ଅନେକ କାଳ ରହିଥିଲେ। ବିଦ୍ୟାଧର ବିନୟୀ, ମିଷ୍ଟଭାଷୀ ଓ ସମଦର୍ଶୀ ଲୋକ ଥିଲେ। ତାଙ୍କୁ ବାଙ୍କୀର ପ୍ରଧାନ ସହଯୋଗୀ କହିଲେ ଅତ୍ୟୁକ୍ତି ହେବ ନାହିଁ। ବିଦ୍ୟାଧର ଦୁର୍ଦାନ୍ତ ଚର୍ମରୋଗରେ ତାଙ୍କର ସର୍ବଶ୍ରେଷ୍ଠ କର୍ମଭୂମି ଚର୍ଚ୍ଚିକାରେ ପୀଡ଼ିତ ରହି କିଛିଦିନ ପରେ ସ୍ଵଗ୍ରାମରେ ପ୍ରାଣତ୍ୟାଗ କଲେ। ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ଏ ମହୋଦୟ ବାଙ୍କୀ ବୈଦ୍ୟେଶ୍ଵର ମୌଜା ବ୍ରଜବିହାରୀପୁର ଶାସନରେ ଜନ୍ମଗ୍ରହଣ କରିଥିଲେ। ଭର୍ଣ୍ଣାକ୍ୟୁଲର ପାଶ୍ ପରେ ସେ ବାମଣ୍ଡା, ମୟୂରଭଞ୍ଜ, ବଡ଼ଖେମଣ୍ଡି ପ୍ରଭୃତି ଗଡ଼ଜାତ ରାଜାମାନଙ୍କ ନିକଟକୁ ଯାଇ ରାଜାସଭାରେ ବିଶେଷ ଖ୍ୟାତି ଅର୍ଜନ କରିଥିଲେ। ରାଜାମାନଙ୍କ ଆନୁକୁଲ୍ୟରେ "ଉତ୍କଳ−ମଧୁପ", "ସମ୍ବଲପୁର−ହିତୈଷିଣୀ'' ପ୍ରଭୃତି ଖବରକାଗଜମାନ ସଂପାଦନ କରି ଦେଶର ପ୍ରଧାନ ପ୍ରଧାନ ବ୍ୟକ୍ତିମାନଙ୍କର ଶ୍ରଦ୍ଧା ଆକର୍ଷଣ କରିଥିଲେ। ବ୍ୟାସକବି ଫକୀରମୋହନ ତାଙ୍କୁ ଲକ୍ଷ୍ୟ କରି କହିଥିଲେ- "ଦରିଦ୍ରର ପୁଅ ମୋର ନୀଳମଣି ନାନା ଉଡ଼ାଉଛି ଉତ୍କଳରେ ଦେଶୋନ୍ନତି ବାନା। '' ନୀଳମଣି ଅନେକଗୁଡ଼ିଏ ଗ୍ରନ୍ଥ ରଚନା କରିଥିଲେ। ତାକୁ "ବିଦ୍ୟାରତ୍ନ−ଗ୍ରନ୍ଥମାଳା'' କହନ୍ତି। ତାଙ୍କ ଅକ୍ଷରଗୁଡ଼ିକ ଅତି ସୁନ୍ଦର। ଅନ୍ତିମ ସମୟରେ ସେ "ଉତ୍କଳ−ଦୀପିକା" ସଂପାଦନର ଗୁରୁ ଦାୟିତ୍ଵ ବହନ କରି ସୂଚାରୁରୂପେ ନିର୍ବାହ କରିଥିଲେ। ନୀଳମଣି କଟକ ନଗରରେ ପ୍ରାଣତ୍ୟାଗ କରିଥିଲେ। ସେ ଥରେ "ବ୍ରହ୍ମପୁର ଉତ୍କଳ−ସମ୍ମିଳନୀ''ର ସଭାପତି ହୋଇଥିଲେ। ବାଙ୍କୀର ବର୍ତ୍ତମାନ ପ୍ରତିଷ୍ଠିତ କେତେକ ବ୍ୟକ୍ତି- ସାମନ୍ତ ଶ୍ରୀଯୁକ୍ତ ବିଶ୍ଵନାଥ ଶ୍ରୀଚନ୍ଦନ ମହାପାତ୍ର ବି. ଏ. ବିଶ୍ଵନାଥ ଶ୍ରୀଚନ୍ଦନ ବର୍ତ୍ତମାନ ବାଙ୍କୀର ପ୍ରକୃତ ରାଜବଂଶଧର ଓ ସରକାରଙ୍କ ପ୍ରଦତ୍ତ ଖମାରମାନଙ୍କର ମାଲିକ। ଏ ମହାଶୟଙ୍କ ଭଳି ଉଦାର, ସରଳ ଓ ଦୟାଶୀଳ ବ୍ୟକ୍ତି ଅଳ୍ପ ଦେଖାଯାନ୍ତି। ବିଦ୍ୟା, ବିନୟ ଓ ପୁଣ୍ୟଶୀଳତାର ଆଧାରରୂପେ ଏ ମହାଶୟ ବାଙ୍କୀବାସୀଙ୍କର ଅନୁରାଗ−ଭାଜନ ହୋଇଅଛନ୍ତି। ବିଚାର ବିଭାଗରେ ଅନରାରୀ ମାଜିଷ୍ଟେଟ୍, ପ୍ରେସିଡ଼େଣ୍ଟ ଓ ଜିଲାବୋର୍ଡ଼ ମେମ୍ବରରୂପେ କିଛି କାଳ କାର୍ଯ୍ୟ କରିଥିଲେ। ବାଙ୍କୀର ଡିପୋଟିମାନେ ରାଜବଂଶୀୟ ବୋଲି ଏହାଙ୍କୁ ବିଶେଷ ଖାତିର କରନ୍ତି। ସ୍ଥାନୀୟ ଉଚ୍ଚ ଇଂରାଜୀ ବିଦ୍ୟାଳୟର ସମ୍ପାଦକରୂପେ ଏ ମହାଶୟଙ୍କ କାର୍ଯ୍ୟ ପ୍ରଶଂସନୀୟ। ଦେବ−ବ୍ରାହ୍ମଣ−ଭକ୍ତି ମଧ୍ୟ ଅତୁଳନୀୟ। ଏହାଙ୍କ ଯତ୍ନରେ ରଗଡ଼ି ମହିମାମଣିଙ୍କ ମନ୍ଦିର ବର୍ତ୍ତମାନ ଉତ୍ତମରୂପେ ଚାଳିତ ହେଉଅଛି। ରାୟସାହେବ ଶ୍ରୀଯୁକ୍ତ ଖଗେନ୍ଦ୍ରଚନ୍ଦ୍ର ମହାପାତ୍ର ବି. ଏ. ଏ ମହାଶୟଙ୍କର ଜନ୍ମଭୂମି ଚର୍ଚ୍ଚିକା ଗ୍ରାମରେ। ଏହାଙ୍କ ପିତା କରୁଣାକର ମହାପାତ୍ର ପ୍ରକୃତରେ କରୁଣା କର ଥିଲେ। ଖଗେନ୍ଦ୍ରଚନ୍ଦ୍ର ବର୍ତ୍ତମାନ ବାଙ୍କୀରେ ଯେ ପ୍ରତିଷ୍ଠା ଲାଭ କରି ସୁଖ୍ୟାତି ଅର୍ଜନ କରିଅଛନ୍ତି, ତାହା ସେ ବଂଶ କାହିଁକି ବାଙ୍କୀ ପକ୍ଷରେ ଗୌରବାବହ। ସେ ସ୍ଥାନୀୟ। ସିଂହ ହିଂସ୍ରଜନ୍ତୁ-ମଣିଷ, ପଶୁ ପ୍ରଭୃତି ମାରି ଖାଏ। ତଥାପି ତା' ହୃଦୟରେ ଦୟା ଅଛି। ଆମର ଭାଗବତରେ ଅଛି- ''ଦଣ୍ଡିବା ଶକ୍ତି ଯାର ଥାଇ, ସେ ପୁଣି କ୍ଷମା ଆଚରଇ। '' ସିଂହ କାହା ଉପରେ ଖୁସି ହୋଇଗଲେ ବା କୌଣସି ଡରକୁଳା ଜନ୍ତୁକୁ ଦେଖିଲେ, ତାକୁ ମାରେ ନାହିଁ। ଗୋଟିଏ ସର୍କସ ଦଳରେ ବଡ଼ ସିଂହଟାଏ ପିଞ୍ଜରାରେ ଥିଲା। ପ୍ରତିଦିନ ଗୋଟାଏ ଲେଖାଏଁ ଷଣ୍ଢ ତାକୁ ଖାଇବାକୁ ଦିଆଯାଏ। ଦିନେ ସେ ପିଞ୍ଜରାପାଖରେ ଗୋଟିଏ ମେଢ଼ୀ କୁକୁର ବୁଲୁଥିଲା। ସର୍କସର ଲୋକେ ସେ କୁକୁରଟାକୁ ଧରିଆଣି ପିଞ୍ଜରା ଭିତରେ ପୁରାଇଦେଲେ। ସିଂହ ଗୋଟାଏ ଜୀଅନ୍ତା କୁକୁରକୁ କିପରି ମାରିବ, ସେଇ କଉତୁକ ଦେଖିବାକୁ ଠିଆହୋଇ ରହିଲେ। ସିଂହ ପିଞ୍ଜରା ଭିତରେ ଶୋଇଥିଲା। ପାଖରେ କୁକୁରକୁ ଦେଖି ଧଡ଼ପଡ଼ ହୋଇ ଉଠି ଠିଆ ହେଲା। କେଶରଯାକ ଝାଡ଼ି ଫୁଲାଇଦେଲା। ଆଖି ଦୁଇଟା ସତେ ଯେପରି ଜଳୁଛି। ଏହା ଦେଖି କୁକୁରର ପିଳେଇ ପାଣି ହୋଇଗଲା। ଆଗରେ ସାକ୍ଷାତ ଯମ! ସେ ଆଉ ସିଂହ ଆଡ଼କୁ ଚାହିଁପାରିଲା ନାହିଁ, ଭୟରେ ଗୋଟାସୁଦ୍ଧା ଥରିବାକୁ ଲାଗିଲା। ଲାଙ୍ଗୁଡ଼ଟି ପଛ ଦୁଇ ଗୋଡ଼ ସନ୍ଧିରେ ଜାକି ଦେଇଥାଏ। ପାଟିରୁ ଶବ୍ଦ ବାହାରୁ ନ ଥାଏ। ଅତି ବିକଳରେ ବୋବାଉଥାଏ-କେଁ ଏଁ। ସିଂହ କୁକୁରର ଏ ଅବସ୍ଥା ଦେଖିଲା। ତା' ମନରେ ଦୟା ହେଲା। ସେ ଥରେ କୁକୁର ମୁହଁରେ ମୁହଁ ଲଗାଇ ଶୁଙ୍ଘି ଦେଲା। ତା'ପରେ ଯାଇ ନିଜ ଶୋଇବା ସ୍ଥାନରେ ଶୋଇପଡ଼ିଲା। କେତେକ ସମୟ ଗଲା; ସିଂହ କିଛି ନ କରିବାରୁ କୁକୁରର ସାହସ ବଢ଼ିଲା। ସେ ମନରେ ଟିକିଏ ଦମ୍ଭ ଧଇଲା; ସିଂହ ମୁଁହକୁ ଚାହିଁଲା। ସିଂହ ତାକୁ ଥରେ ଚାହିଁ ପୁଣି ଥିର୍ କରି ଆଖି ବୁଜିଦେଲା।